ତଥାପି ଶାସନ କ୍ଷେତ୍ରରେ ଯାହା ଅତି ଜରୁରି ବୋଲି ମନେହେଉଛି, ତାହା ପରେ ଆଲୋଚନା କରିବି। ରବିବାର ଶାସନର କେଉଁ କ୍ଷେତ୍ରରେ ଲୋକଙ୍କର ତୀବ୍ର ଅସନ୍ତୋଷ ଜାତ ହେଉଛି, ସେତିକି ଜାଣିଲେ ଓ ତାର ପ୍ରତିକାର ଅହିଂସାତ୍ମକ ଉପାୟରେ ହୋଇପାରିଲେ ହିଂସାତ୍ମକ ଉପାୟ ପ୍ରତି ଶିକ୍ଷିତ ଯୁବକ ତଥା ନିଷ୍ପେଷିତ ଜନତାର ଦୃଷ୍ଟି ଯାଆନ୍ତା ନାହିଁ। ଏହି ବିଷୟ ଜଣେ ବାମପନ୍ଥୀ କମ୍ୟୁନିଷ୍ଟ ନେତାଙ୍କ ସହ ଆଲୋଚନା ହୋଇଥିଲା। ସେ ବର୍ତ୍ତମାନ ଲୋକସଭାର ସଭ୍ୟ। ସେ କହିଲେ ଓ ମୁଁ ତାଙ୍କ ସହିତ ଏକମତ ଯେ ଆମେ ଯେଉଁମାନେ ଗଣତନ୍ତ୍ର ପଦ୍ଧତିରେ ବିଶ୍ୱାସ କରୁ, ଆମ୍ଭେମାନେ କେବଳ ନିର୍ବାଚନକୁ ସର୍ବସ୍ୱ ବୋଲି ଧରିବସିଛୁ। ନିର୍ବାଚନର ପରିଣାମ ମନ୍ତ୍ରୀ ହେବା ଓ ମନ୍ତ୍ରୀଙ୍କର କାମ ହେଉଛି ବ୍ୟବସ୍ଥାସଭାରେ ଓ ବାହାରେ ଅଫିସରମାନେ ଯାହା କରନ୍ତୁ ପଛକେ ତାଙ୍କୁ ସମର୍ଥନ କରିବା। ଯଦି ବ୍ୟବସ୍ଥାସଭା ନଥାନ୍ତା, ତେବେ ହୁଏତ ନିର୍ବାଚିତ ପ୍ରତିନିଧିମାନେ ଲୋକଙ୍କ ପକ୍ଷରୁ ଅଫିସରମାନଙ୍କୁ ନିୟନ୍ତ୍ରଣ କରିପାରୁଥାନ୍ତେ। ନିର୍ବାଚନ ପ୍ରଥାଦ୍ୱାରା କେବଳ ମନ୍ତ୍ରିସ୍ତରରେ ପରିବର୍ତ୍ତନ ଘଟୁଛି କିନ୍ତୁ ଶାସନରେ କିଛି ପରିବର୍ତ୍ତନ ଘଟୁନାହିଁ। ଏହି ହେଉଛି ବିପ୍ଳବବାଦୀମାନଙ୍କ ଯୁକ୍ତି। ଗାଡ଼ି ଯଦି ଖରାପ, ଡ୍ରାଇଭର ବଦଳିଲେ କିଛି ଲାଭନାହିଁ। ଏଣୁ ଗାଡ଼ିକୁ ବଦଳାଇବାକୁ ହେବ। ବାସ୍ତବିକ ବ୍ୟବସ୍ଥାସଭାମାନଙ୍କରେ କେତେକ ଅଫିସମାନଙ୍କୁ ଯାହା ଇଚ୍ଛା ତାହା ସମାଲୋଚନା କରି ସେମାନଙ୍କୁ ଦବେଇ ଦେବାକୁ ଯେପରି ଚେଷ୍ଟାକରନ୍ତି, ତା'ର ପ୍ରତିକ୍ରିୟା ସ୍ୱରୂପ ସରକାରୀ ପକ୍ଷରୁ ସେମାନଙ୍କୁ ସମର୍ଥନ କରାଯାଏ। ଫଳରେ କଳର ମରାମତି ହୋଇପାରେ ନାହିଁ। ହାଣମାର ନକରି ଶାସନ କଳକୁ ସାଧାରଣ ଲୋକଙ୍କ କାମରେ ଲଗାଇ ଦେବାର ଉପାୟ ଗାନ୍ଧିଜୀ ଓ ତାଙ୍କ ପୂର୍ବରୁ ଅନ୍ୟ ଗାଣତାନ୍ତ୍ରିକ ଦେଶମାନଙ୍କରେ ବାହାର କରିଥିଲେ ଓ କାର୍ଯ୍ୟକାରୀ ମଧ୍ୟ କରିଥିଲେ। ଏପରିକି କମ୍ୟୁନିଷ୍ଟ ଦେଶମାନଙ୍କରେ ମଧ୍ୟ ଶାସନ କଳକୁ ନିୟନ୍ତ୍ରଣ କରିବାର ବ୍ୟବସ୍ଥା ଧୀରେ ଧୀରେ ଆବିଷ୍କୃତ ହେଉଛି। ଶାସନରେ ବୁରୋକ୍ରେସି ବା ଅଫିସରତନ୍ତ୍ର ଏକ ପ୍ରଧାନ ସମସ୍ୟା। ଏ ସମସ୍ୟାର ସମାଧାନ ପାଇଁ ହିଂସାତ୍ମକ କାର୍ଯ୍ୟକ୍ରମର ଆବଶ୍ୟକତା ନାହିଁ। ନୀତିନିୟନ୍ତ୍ରଣ ସ୍ତରରେ ସାଧାରଣ ଜନତା ପକ୍ଷରୁ ପ୍ରଭାବ ପକାଇବା ପାଇଁ ନିର୍ବାଚନ ପ୍ରଥା ଉତ୍କୃଷ୍ଟ। ଗତ କୋଡ଼ିଏ ବର୍ଷର ଅଭିଜ୍ଞତାରୁ ଜଣାଯାଉଛି ଯେ ସାଧାରଣ ଭୋଟଦାତା ମୋଟାମୋଟି ଭାବରେ ନିଜର ସ୍ୱାର୍ଥବୁଝି ଭୋଟ ଦେଉଛନ୍ତି। ତଥାପି ଏହା ମଧ୍ୟ ସ୍ପଷ୍ଟହେବା ଦରକାର ଯେ ଯେଉଁ ଦଳ ସାଧାରଣ ଜନତା ଭିତରେ ଯେତେ ମିଳିମିଶି ରହି ନିଃସ୍ୱାର୍ଥ ଭାବରେ କାର୍ଯ୍ୟ କରୁଛି, ସେ ଦଳ ସେହି ପରିମାଣରେ ଭୋଟରେ ଜୟଯୁକ୍ତ ହେଉଛି। ଅବଶ୍ୟ ନିର୍ବାଚନରେ ଅର୍ଥବ୍ୟୟ ଏକ ସମସ୍ୟା- ଯାହାର ସମାଧାନ ସବୁ ଦଳ ଏକତ୍ର ଚିନ୍ତାକଲେ ହୋଇପାରିବ। ତେଣିକି ଅଫିସରତନ୍ତ୍ରର ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ନିର୍ବାଚନରେ ଜଡ଼ିତ ନ ହେଉଥିବା ବହୁ ନିଃସ୍ୱାର୍ଥପର କର୍ମୀ। ଗାନ୍ଧିଜୀ ଚାହୁଁଥିଲେ ପ୍ରତ୍ୟେକ ଗ୍ରାମରେ ନିଃସ୍ୱାର୍ଥପର ନେତା। ବାସ୍ତବିକ ସାଧାରଣ ଜନତା ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବା ସୁଦ୍ଧା ଜାଣନ୍ତି ନାହିଁ। ଏମାନଙ୍କ ମୁହଁରେ ଭାଷା ନାହିଁ। ଏମାନଙ୍କ ମୁହଁରେ ଭାଷା ଦେବାପାଇଁ ଓ ଏମାନଙ୍କ ପକ୍ଷରୁ ଆପତ୍ତି ଅଭିଯୋଗମାନ ଉପସ୍ଥାପିତ କରିବା ପାଇଁ ନିଃସ୍ୱାର୍ଥପର କର୍ମୀ ଆବଶ୍ୟକ। ଏହାକୁ ହିଁ ରାଜନୈତିକ ଭାଷାରେ କୁହାଯାଏ ଦଳର କେଡ଼ର। ଯେଉଁ ଦଳର କେଡ଼ର ଯେତେ ବ୍ୟାପ୍ତ ସେ ଦଳ ସେତେ ପ୍ରତିପତ୍ତିଶାଳୀ। ନିର୍ବାଚନରେ ଯୋଗ ଦେଇଥିବା ଲୋକେ ନିଜ ନିଜ ପାଇଁ ବେଶି ସୁବିଧା କରି ନେଉଥିବାରୁ ସମସ୍ତେ ସେହିଆଡ଼େ ଚାହୁଁଛନ୍ତି। ଏଣୁ ନିତାନ୍ତ